ହାଣ୍ଡି ଭିତରକୁ ଖଣ୍ଡିଏ ଭଲ ମାଂସ ଉଠାଇ ଆରି ମୁହଁରେ ଦେଉ ଦେଉ ଗୃହିଣୀଟି ଆସି ହାଣ୍ଡିଶାଳରେ ହାଜର! ନିରୂପାୟ ହୋଇ ଲାମା ଜଣକ ମାଂସ ଖଣ୍ତକ ଟୋପି ତଳେ ରଖିଦେଇ ସ୍ଥାନ ତ୍ୟାଗ କଲେ। କିନ୍ତୁ ଗୃହିଣୀଟି ଚୁଲୀପାଖକୁ ଯିବା ପୂର୍ବରୁ ଲମା ଦୁହିଁଙ୍କୁ ତା ସ୍ୱାମୀର ମଙ୍ଗଳ କାମନା କରି କିଛିକ୍ଷଣ ପ୍ରାର୍ଥନା କରିବାକୁ ନିବେଦନ କଲା। ଲାମା ଦୁହେଁ ବସି ପଡ଼ିଲେ ପ୍ରାର୍ଥନାରେ। ପ୍ରାର୍ଥନା ଚାଲିଛି। ଜଣେ ଲାମା ଦେଖିଲେ ତାଙ୍କ ବନ୍ଧୁଙ୍କ ଟୋପିରୁ ମାଂସ ଖଣ୍ଡକ ଖସି ତଳେ ପଡ଼ିବାର ଉମକ୍ରମ ହେଉଛି। ଆଗରେ ବସିଚି ଗୃହିଣୀଟି। ବନ୍ଧୁଙ୍କୁ ସାବଧାନ କରିଦେବାକୁ ପଡ଼ିବ। ଲାମା ଜଣକ ଆରମ୍ଭ କଲେ ପ୍ରାର୍ଥନା ''ଓ: ମଣିପଦ୍ମ ହୁମ୍–ମାଂସଟି ବାହାରି ପଡ଼ୁଛି ହୁମ୍–ମଣିପଦ୍ମୁ ହୁମ୍–ଆରେ ବାହାରି ପଡ଼ୁଛି ହୁମ୍। '' ଭଣ୍ଡ ଲାମାଙ୍କ ସମ୍ପର୍କରେ ଏମିତି ବହୁଚ ଗଳ୍ପ ଶୁଣିବାକୁ ମିଳେ। ସବୁ ଧର୍ମ, ସବୁ ଦେଶର ଏମିତି ବହୁତ ସତ ମିଛ ଗଳ୍ପ ପ୍ରଚଳିତ। ସିକିମ୍ ଓ ନେପାଳୀମାନଙ୍କ ଅପେକ୍ଷା ସେର୍ପମାନେ ଅଧିକ ଧର୍ମଭୀରୁ। ଘରେ ଘରେ ଏମାନଙ୍କ ପ୍ରାର୍ଥନା ପୀଠ ଥାଏ। ବୁଦ୍ଧ ମୂର୍ତ୍ତିର ଖଟୁଳି। ଏଇଠି ଘର ଝିଅ ମାଇପେ ସଂଜଦୀପ ଜାଳନ୍ତି, ପ୍ରାର୍ଥନା କରନ୍ତି। ଝିଅ ଶାଶୁଘରକୁ ଯିବାବେଳେ ପ୍ରଥମେ ଏଇଠି ମୁଣ୍ଡିଆ ମାରେ। ଜନ୍ମ, ବିବାହ ଓ ମୃତ୍ୟୁ ଏଇ ତିନୋଟି ଘଟଣା ନେଇ ସେର୍ପାମାନଙ୍କର ପ୍ରଧାନ କ୍ରିୟାନୁଷ୍ଠାନ, ଉତ୍ସବ-ପର୍ବ। ଏମାନେ ଶବକୁ ଦାହ କରନ୍ତି। ଛୋଟ ଶିଶୁର ମୃତ୍ୟୁ ହେଲେ ପୋତି ଦିଆଯାଏ। କବର ଦିଆଯାଏ। ଯେଉଁମାନେ ଉଚ୍ଚ ପାହାଡ଼ରେ ମରିଯାଆନ୍ତି–ତଳକୁ ଆଣିବା ସମ୍ଭବ ହୁଏନା, ସେମାନଙ୍କୁ ସେଇଠି କବର ଦିଆଯାଏ। ସେଇଟା ମଣିଷ କରେ ନଚେତ୍ ପ୍ରକୃତି। କାରଣ ବରଫ ଭିତରେ କାଠ ମିଳିବ କୁଆଡ଼ୁ? ଖ୍ରୀଷ୍ଟାନ୍ ଚର୍ଚ୍ଚରେ କାହାର ମୃତ୍ୟୁ ହେଲେ ଘଣ୍ଟି ବାଜିଲା ପରି ଏମାନଙ୍କ ଜନ୍ମ-ମୃତ୍ୟୁ ଉଭୟ ବେଳେ ମନ୍ଦିରରେ ଘଣ୍ଟି ବାଜେ। ଧର୍ମଚକ୍ର ଘୂରେ।। ଧର୍ମଚକ୍ରର ଅନ୍ୟନାମ ଜୀବନ ଚକ୍ର। ଜୀବନଟା ଚକ୍ରଭଳି ଘୂରି ଚାଲିଛି କେତେବେଳେ ତଳେ, କେତେବେଳେ ଉପରେ। ସିକିମ୍ମାନଙ୍କ ମନ୍ଦିରରେ କିଛିକ୍ଷଣ କଟେଇ ଫେରିଲି। ମାନଦଭା ତୁଙ୍ଗସୁଙ୍ଗରୁ ଫେରୁଚି-। ମଦୁଆଙ୍କ ଭଳି ଆଖି ଲାଲ ଲାଲ। କିନ୍ତୁ ମାତାଲ ନୁହେଁ। ''କ୍ୟା ହୁଆ ତୁମ୍ହାରା? '' ''କୁଛୁ ଚାଙ୍ଗ୍ ଚଷ ଲିୟା। '' ଚାଙ୍ଗ୍ ସେର୍ପାମାନଙ୍କର ବିୟର୍। ପାନୀୟ ତାମରସ। ପ୍ରତ୍ୟେକ ଘରେ ଚାଙ୍ଗ ତିଆରି ହୁଏ। ଚାଉଳ ବା ଯଅ ଜାତୀୟ ଶସ୍ୟରୁ ଏମାନେ ଏଇ ଜିନିଷ ତିଆରି କରି ଥାଆନ୍ତି। କଡ଼ା ନ ହେଲେ ଚାଙ୍ଗ୍ର ମଜା ଆସେନା। ବୋତଲରୁ ଗ୍ଳାସକୁ ଢାଳି ପିଇବା ପଦ୍ଧତି ଏଠି ଚଳେନା। ଚାଙ୍ଗ୍ ଯେତେବେଳେ ପ୍ରସ୍ତତ ହୋଇଯାଏ, ଗୋଟିଏ ପାତ୍ରରେ ଢଳାଯାଏ। ତା ଉପରେ ଗରମ ଜଳ। ତାପରେ ବେଶ୍ ଚୁ ଚୁ କରି ଶୋଷନ୍ତି। ବାଉଁଶର ନଳୀ ଦେଇ ମଧ୍ୟ ଶୋଷାଯାଏ। ଗୋଟିଏ ପାତ୍ରରେ ଚାରି ପାଞ୍ଚଟି ନଳୀ। ବେଶ୍ ଗୋଲାକାରରେ ପରିବାରର ଚାରି ପାଞ୍ଚ ଜଣ ଏକାଠି ବସି ଯାଆନ୍ତି। ଉପରର ପତଳା ଜଳ ତ୍ରମେ ଶେଷ ହୋଇଯାଏ। ପୁଣି ଗରମ ଜଳ ଢଳା ହୁଏ। ପୂର୍ଣ୍ଣ ହୁଏ ଶୂନ୍ୟ ହୁଏ। ଅତିଥି ଆସିଲେ ଏଇଥିରୁ ମନ୍ଦେ ମନ୍ଦେ ପିଅନ୍ତି। ବେଶ ତୃପ୍ତି ଲାଗେ। ମାନଦଭା ସେଇଥିରୁ ଢୋକେ ପକାଇ ଦେଇ ଆସିଚି। ପଚାରିଲେ–''ମାନଦଭା, କୈସା ଲାଗ୍ତା ହୈ। '' ''ଆଚ୍ଛା–କୁଚ୍ ଚୁଷୋଗେ? ଲେ ଆଏଗା। '' ''ଲାଓ-ଜରୁର ପିଏଗା, ଲେକିନ ହୋଟଲମେ। '' ''କୁଛୁ ପରବାୟ ନେହିଁ-ଓହଁ। ଲେ ଆଏଗା। '' ଚାଙ୍ଗର ମୃଦୁ ନିଶାରେ ବେଶ ରାତିଟିଯାକ ନିଘୋଡ଼ ନିଦ। ଆଖି ମଳି ମଳି ଉଠି ଦେଖେ ତ ହୋଟେଲ ବାରଣ୍ଡାରେ ଏକ ବୁଢ଼ୀ ସାଇବାଣୀ। ଠିକ୍ ମୋ ବସାର ସାମନାରେ। ପାଟିରେ ଦାନ୍ତ ନାହିଁ। ଏକ କପରେ ଦାନ୍ତଗୁଡ଼ିକ ଧୂଆ ହେଉଛି। ଦେଖି ଅବାକ୍ ହେଲି। ବିଶ୍ୱାସ ହେଲାନି। ଏଇ ତ ସେଇ ମେମସାହେବ। ଜଣେ ଯୁବକ ସାଥିରେ ଇଡ଼େନ ପାର୍କଠି ଦେଖିଥିଲି। ତେବେ ବିଂଶ ବର୍ଷିୟା ବୁବତୀ ଭଳି ସେତେବେଳେ ଦେଖାଯାଉଥିଲେ। ସ୍ନିଗ୍ଧ-କମନୀୟ-ରକ୍ତଗୋଲାପୀ ଚେହେରା ଦେଖି ମୁଁ ଆକୃଷ୍ଟ ହୋଇ ପଡ଼ିଥିଲି। ବାଳ ତ ଏମିତି ଧଳା ନଥିଲା। ଆଉ ପାଟି! ଦେଖିଥିଲି ଗୁଡ଼ିଏ ଡ଼ାଳିମ୍ୱ ଭଳି ଦୁଇପାଟି ଦାନ୍ତଯେମିତି ଜକ୍ ଜକ୍ କରୁଚି।